''ଆମେରିକାର ଯେଉଁ ଉପଗ୍ରହ ଚାରିଦିନ ତଳେ ମହାଶୂନ୍ୟରେ ଉଡ଼ିଯିବା ସଙ୍ଗେ ସଙ୍ଗେ ଖରାପ ହୋଇଯାଇଥିଲା ଓ ଯାହାକୁ ଧ୍ୱଂସ କରି ତା ସ୍ଥାନରେ ଆଉ ଏକ ନୂତନ ଉପଗ୍ରହ ଉଡ଼ାଇବା ପାଇଁ ଆମେରିକା ସରକାର ସ୍ଥିର କରିଥିଲେ, ସେହି ଉପଗ୍ରହଟି ଇତିମଧ୍ୟରେ ପୁଣି କାର୍ଯ୍ୟକ୍ଷମ ହୋଇଯାଇଛି। ଏହି ଖବର ଶୁଣି ମେରିନା ଓ ଲେନା ଆନନ୍ଦରେ ନାଚି ଉଠିଲେ। ଲେନା ଖୁସି ହୋଇ କହିଲା, ''ଆଲେସ୍କି ଯାହା କହୁଥିଲେ, ବାସ୍ତବିକ୍ ତାହା କାର୍ଯ୍ୟରେ ଦେଖାଇ ଦେଲେ। ଓଃ! ଆଲେସ୍କି ସତେ କେଡ଼େ ଉଦାର ଓ ମହାନ୍! ଚାଲ ମେରିନା, ଆମେ ଡିରେକ୍ଟର ଭିନୋଗ୍ରେଡ଼ୋଭ୍ଙ୍କୁ ଏ ସମ୍ବନ୍ଧରେ ଖବର ଦେବା। ରାତି ପ୍ରାୟ ଦୁଇଟା ହେବ। ସାରା ଉପଗ୍ରହରେ ସମସ୍ତେ ଗାଢ଼ ନିଦ୍ରାରେ ସୁପ୍ତ। ଚାରିଆଡ଼ ଶୂନ୍ସାନ୍। କିନ୍ତୁ ଲେନା ନ ଶୋଇ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ ଆଲେସ୍କିଙ୍କ ଯାନର ଗତିବିଧି ଲକ୍ଷ୍ୟ କରିବାରେ ବ୍ୟସ୍ତ। ଆଲେସ୍କି ଆଉ ଫେରି ନ ଆସି ମାର୍କିନ୍ ଉପଗ୍ରହ ସହିତ ପୃଥିବୀକୁ ପରିକ୍ରମଣ କରିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ସେ ଭାବିବାକୁ ଲାଗିଲା-ମାର୍କିନ୍ ଉପଗ୍ରହ ତ ଠିକ୍ ହୋଇଗଲାଣି; ଆଲେସ୍କି ତେବେ ଫେରି ଆସୁ ନାହାନ୍ତି କାହିଁକି? ଆଲେସ୍କିଙ୍କର ଏଭଳି ଘୂରିବା ଦେଖି ଲେନା କେତେ କ'ଣ ଭାବିଯିବାକୁ ଲାଗିଲା। ମେରିନାକୁ ଏ ରାତି ଅଧରେ ଏହି ଖବର ଦେଲେ ସେ ପୁଣି କେତେ କ'ଣ କଳ୍ପନା କରି ଧୈର୍ଯ୍ୟ ହରାଇ ବସିବ, ଏହା ଭାବି ସେ ସ୍ଥିର ଚିତ୍ତରେ ପୁଣି ଆଲେସ୍କିଙ୍କ ଗତିବିଧି ଲକ୍ଷ୍ୟ କରିବାରେ ଲାଗିପଡ଼ିଲା। ଏଣେ ମେରିନାକୁ ସେଦିନ ରାତିରେ ମୋଟେ ନିଦ ହେଲା ନାହିଁ। ସେ ବିଛଣାରୁ ଉଠି ବାରଣ୍ଡାରେ ଏପଟ ସେପଟ ହେବାକୁ ଲାଗିଲା। ଇତିମଧ୍ୟରେ ଆଲେସ୍କିଙ୍କର ନିର୍ଦ୍ଦୋଷରେ ଖଲାସ ଓ ଉପଗ୍ରହରେ ଡିରେକ୍ଟର ପଦରେ ପୁନଃ ନିଯୁକ୍ତି ମେରିନାକୁ ଆନନ୍ଦରେ ଅଧିର କରି ପକାଇଥାଏ-। ସେ ମନେ କରୁଥାଏ ସତେ ଯେପରି ମାର୍କିନ୍ ଉପଗ୍ରହରୁ ଆଲେସ୍କି ଫେରିଆସି ତାକୁ ଆହ୍ୱାନ କରୁଛନ୍ତି। ଆଲେସ୍କି କୃତକାର୍ଯ୍ୟ ହୋଇ ଫେରିଆସିଲେ ସାରା ଉପଗ୍ରହରେ ତାଙ୍କୁ କିଭଳି ଭାବରେ ଅଭିନନ୍ଦନ କରାଯିବ, ସେ କିପରି ତାଙ୍କୁ ସ୍ୱାଗତ କରିବ, ଭାବି ଭାବି ସେ ଉତ୍ଫୁଲ୍ଲ ହୋଇପଡ଼ୁଥାଏ-। ମେରିନା ଏହିଭଳି ସ୍ୱପ୍ନ-ରାଜ୍ୟରେ ଘୂରି ବୁଲୁଥିଲା ବେଳେ ହଠାତ୍ କାହାର ଚିତ୍କାରରେ ଚମକି ପଡ଼ି ଦେଖିଲା ବେତାର ରୁମ୍ର ପରିଚାଳକ ଗୋଲେଭ୍ ବେଢ଼ାର ରୁମ୍ରୁ ଚିତ୍କାର କରି ଉଠିଲେ-। ''ବଡ଼ ବିପଦ ମିସ୍ ମେରିନା, ବଡ଼ ବିପଦ। ଆଲେସ୍କି ବଡ଼ ବିପଦରେ ପଡ଼ିଛନ୍ତି। ମାର୍କିନ୍ ଉପଗ୍ରହକୁ ସଜାଡ଼ି ସାରିବା ପରେ ତାଙ୍କ ରକେଟ୍ ଯାନରେ ଏକ ଦୁର୍ଘଟଣା ଘଟିଛି; ଯା'ଫଳରେ ତାଙ୍କ ଯାନଟି ଅତି ଅସ୍ୱାଭାବିକ ଭାବରେ କଣା ହୋଇ ଯାଇଛି। ଫଳରେ ତାଙ୍କ ଯାନର ବାୟୁ ମହାଶୂନ୍ୟ ଭିତରକୁ ଚାଲିଯାଉଛି। ଆଲେସ୍କି ଏଠାକୁ ଖବର ଦେଇ ନ ପାରି ସେହିଠାରୁ ଖବର ପଠାଇଛନ୍ତି ଆମେରିକାକୁ। ସେଠାରୁ ଏହି ସମ୍ୱାଦ ମାନମନ୍ଦିରରେ ଆସି ପହଞ୍ଚିଛି। ଡାକ୍ତର ପାଲାଭିନ୍ ଡାକିଛନ୍ତି ଆସ୍ଥାୟୀ ଡିରେକ୍ଟରଙ୍କୁ ଆଲେସ୍କିଙ୍କୁ କିପରି ଉଦ୍ଧାର କରାଯିବ ସେ ସମ୍ୱନ୍ଧରେ ଆଲୋଚନା କରିବାପାଇଁ। ଆପଣ ଚାଲନ୍ତୁ ମିସ୍ ମେରିନା, ବେତାର ରୁମ୍କୁ। ମୁଁ ଡିରେକ୍ଟରଙ୍କୁ ଡାକିଆଣେ। '' ମେରିନା ଏହି ଖବର ପାଇ ବେତାର ରୁମ୍କୁ ଯିବା ପରିବର୍ତ୍ତେ, ସଙ୍ଗେ ସଙ୍ଗେ ତଳ ମହଲାକୁ ଯାଇ ଅନ୍ୟ ଜଣିକିଆ ରକେଟ୍ ଯାନଟି ଧରି ଓ ସଙ୍ଗରେ କିଛି ଅମ୍ଳଜାନ ନେଇ ତଳ ମହାଲାର ଦ୍ୱାର ଦେଇ ମହାଶୂନ୍ୟ ଭିତରକୁ ଡେଇଁପଡ଼ିଲା